ସେ ମନେମନେ ଭାବିଲେ, ''ଇସ୍ ଲୋକଟା କେଡ଼େ ଅଭଦ୍ର, କେଡ଼େ ଘୃଣ୍ୟ? ଏହିପ୍ରକାର ନୀଚଭାବାପନ୍ନ ବ୍ୟକ୍ତିକୁ ପୁଣି କୁହାଯାଏ ଭଦ୍ର ସମାଜର ମାର୍ଜିତ ମଣିଷ? ଏମିତି କେତେ କ'ଣ ଭାବି ହେମଲତା ଦୁଇପଦ ମିଠାକଡ଼ା ଶୁଣାଇ ଦେବାକୁ ଅପେକ୍ଷା କରିଥିଲେ ସୁଧୀନ୍ଦ୍ରକୁ। '' ସେଦିନ ବୋଧହୁଏ ସୁଧୀନ୍ଦ୍ରଙ୍କ ନିଧନ ସ୍ଥାନକୁ ମଙ୍ଗଳ ଚଳିଯାଇଥିଲେ। ହେମଲତା ସୁଧୀନ୍ଦ୍ରକୁ ଦେଖୁଦେଖୁ କହିଲେ, ''ଅଭଦ୍ର! ଭଦ୍ରଲୋକର ପୋଷାକ ପିନ୍ଧି ତଣ୍ଟି କାଟିବାର ମନୋବୃତ୍ତି ଧରି ଯେ ତୁମେ ଏଠାକୁ ଯିବାଆସିବା କରୁଛ, ସେଥିପାଇଁ ତୁମକୁ ଲାଜ ଲାଗେନାହିଁ। ତୁମେ ଶୂନ୍ୟ ଅଞ୍ଜଳି ପାତିଦେଇ ଯେତେବେଳେ ଦୁଇଧାର ଲୁହ ଗଡ଼ାଇ ମୋ ପାଖରେ ଛିଡ଼ା ହୋଇଥିଲ, ସେତେବେଳେ ତୁମକୁ ଦୟା ନ ଦେଖାଇ ଯଦି ଗୋଡ଼ରୁ କାଢ଼ି ଦୁଇ ଗାଳରେ ଦୁଇ ଚପଲ ଥୋଇଥାନ୍ତି, ତେବେ ତୁମେ ମୋ ସାଥୀରେ ଆଜି ଏ ଖେଳ ଖେଳିବାକୁ ଆସିନଥାନ୍ତ? ମୋର ଫଟୋ ଆଣି ଯଦି କାଲିକୁ ଫେରାଇ ଦେଇ ନ ଯାଅ ତେବେ ଜାଣିବି ତୁମଠାରୁ ଇତର ମଣିଷ ଆଉ ଦୁନିଆରେ କେହି ନାହାନ୍ତି। ପୁଣି ମନେରଖ, ଏ ଘରେ ତୁମର ପାଦ ଯେପରି ଆଉ କେବେ ନ ପଡ଼େ। '' ହେମଲତାଙ୍କ ରକ୍ତବୀର୍ଯ୍ୟ ସଂହାରିଣୀ ରୂପଦେଖି ସୁଧୀନ୍ଦ୍ର ହତବମ୍ବ ହୋଇଗଲେ। ତାଙ୍କର ଭାବନାଶକ୍ତି ଏକାବେଳକେ ଲୋପ ପାଇଗଲା। ସେ ଧୀରେ ଧୀରେ ପାଦ ବଢ଼ାଇ ଉପର ମହଲାରୁ ତଳକୁ ଓହ୍ଲାଇ ଆସିଲେ। ଦୁଇ ଆଖିରୁ ଧାର ଧାର ହୋଇ ଲୁହ ତାଙ୍କର ଗଡ଼ିଆସିଥିଲା। ସେହିଦିନଠାରୁ ସୁଧୀନ୍ଦ୍ର ଯେ କୁଆଡ଼େ ଗଲେ କେହି ତାଙ୍କର ଖବର ମଧ୍ୟ ପାଇଲେ ନାହିଁ। ହେମଲତା ମନକୁ ମନ କହିଲେ, ଯାହାର ବାପ ମାଆର ଠିକଣା ନାହିଁ ତା'ର ପୁଣି ଲାଜସରମ କ'ଣ ଅଛି? ପୁଣି ପଦେ ମିଠାକଥା କହିଲେ କିମ୍ବା ଦୁଇପଦ ମିଠାକଥା ଶୁଣାଇବାର ଆଶା ଦେଖାଇଦେଲେ କୁକୁରଭଳି ପୁଣି ଧାଇଁ ଆସିବ ନାହିଁକି? ହେମଲତାର ଆଶା ଆଶାରେ ହିଁ ରହିଗଲା। ସୁଧୀନ୍ଦ୍ର ଆଉ ଫେରିଲେ ନାହିଁ। ମନ ପୂରାଇ ଆଉ ଦୁଇପଦ ଶୁଣାଇ ପାରିଲେ ନାହିଁ ବୋଲି ହେମଲତାଙ୍କ ମନରେ ଦୁଃଖ କେବଳ ରହିଗଲା। ଅଇଁଠାଖିଆ କୁକୁରର ପୁଣି ଏତେ ମାନ? କେଉଁ ବଡ଼ଘର ପୁଅଟା କି? ଏମିତି କେତେ କ'ଣ ଆଶୀର୍ବାଣୀ ସୁଧୀନ୍ଦ୍ରଙ୍କ ଅନୁପସ୍ଥିତିରେ ମଧ୍ୟ ହେମଲତା ଶୁଣାଇବାକୁ ଛାଡ଼ିଲେ ନାହିଁ। ସାଗର ବକ୍ଷରେ ଅସଂଖ୍ୟ ବୁଦ୍ବୁଦ୍ ଉଠି ଆଖିପିଛଡ଼ାକେ କେଉଁଆଡ଼େ ଯେ ଉଭାଇଯାଏ ତାହାର ହିସାବ ଯେପରି କେହି ରଖେ ନାହିଁ, ସେହିପରି ଇତିମଧ୍ୟରେ କୋଡ଼ିଏଟି ବର୍ଷ ଯେ କେଉଁଆଡ଼େ ଉଭେଇଗଲା, ତାହାର ହିସାବ ନିକାଶ ମଧ୍ୟ କେହି ରଖିନାହାନ୍ତି। ଯେଉଁ ସୁଧୀନ୍ଦ୍ର ଦିନେ କକ୍ଷଚ୍ୟୁତ ଅଶୁଭଗ୍ରହ ଭଳି ଆସି ହେମଲତାର ସଂସାରକୁ ପୋଡ଼ିଜାଳି ଛାରଖାର କରିଦେବାକୁ ବସିଥିଲେ, ସେହି ସୁଧୀନ୍ଦ୍ର। ଆଜି ଜୀବଦ୍ଦଶାରେ ଅଛନ୍ତି କି ନାହିଁ, ତାହା ମଧ୍ୟ ଦିନେ ବୁଝିବାକୁ ହେମଲତା ଇଚ୍ଛା ପ୍ରକାଶ କଲେ ନାହିଁ। ସୁଧୀନ୍ଦ୍ରର କଥା ହେମଲତାର ମନରୁ କ୍ରମଶଃ ଉଭେଇଗଲା। ମନେପକାଇଲେ ମଧ୍ୟ ସୁଧୀନ୍ଦ୍ରର ରୂପ, ଆକୃତି କିଛି ହେମଲତାର ମନେପଡ଼େ ନାହିଁ। ଯାହାପାଇଁ ମଣିଷ ଅଶାନ୍ତିରେ କାଳ ଯାପନ କରେ, ଯାହାପାଇଁ ମଣିଷ ଅତୀତକୁ ଆବୃତ୍ତି କରିବାକୁ ପଛଘୁଞ୍ଚା ଦେଇ କେବଳ ଦୀର୍ଘନିଶ୍ୱାସ ପକାଏ, ତାକୁ କେହି ମନେକରେ କି? ହେମଲତା ବହୁତ ଚେଷ୍ଟାକରି ସୁଧୀନ୍ଦ୍ରକୁ ଭୁଲିଯାଇଥିଲେ। ଯଦି ବି ସୁଧୀନ୍ଦ୍ର କେବେ ଫେରିଆସନ୍ତି, ତଥାପି ହେମଲତା ତାଙ୍କୁ ଅତି ସହଜରେ ଯେ ଏଡ଼ିଦେଇ ପାରିବେ, ଏ ଦାମ୍ଭିକତା ତାଙ୍କର ଯଥେଷ୍ଟ ଥିଲା। ସେ ଆଜି ଲହୁଣୀର ହେମଲତା ନୁହଁନ୍ତି। ଇତିମଧ୍ୟରେ ସେ ହୋଇଯାଇଛନ୍ତି ଏକ ଆଦର୍ଶ ଗୃହିଣୀ। କାହାରି ମିଠାକଥା ପଦକରେ ଆଜି ସେ ଟଳିଯିବାର ମଣିଷ ନୁହଁନ୍ତି। ସେ ନବୀନବାବୁ ଭଳି ଗୋଟାଏ ଅପଦାର୍ଥ ସ୍ୱାମୀକୁ ଆନନ୍ଦ ଦେବାପାଇଁ ତାଙ୍କର ନାରୀସୁଲଭତାକୁ ନଷ୍ଟକରି ପାଷାଣୀ ହୋଇଯାଇଛନ୍ତି। ତାଙ୍କଠାରୁ ଦୟା, ପ୍ରେମ, କ୍ଷମା ଆଶା କରିବା ପୁରୁଷ ଏ ଜଗତରେ କ'ଣ ଆଉ ଅଛନ୍ତି? ଏହି ଗୋଟିଏ ମାତ୍ର ପ୍ରଶ୍ନ ହେମଲତାର ମନରେ ସବୁବେଳେ ବସାବାନ୍ଧି ରହିଥିଲା। କିନ୍ତୁ ହେମଲତା ବୁଝିପାରନ୍ତି ନାହିଁ ଯେ, ନିଜକୁ ଯେ ସବୁବେଳେ ପାଷାଣୀ ବୋଲି କହିହୁଏ, ତାହାର ଛାତି ଯେ ଲହୁଣୀଠାରୁ ଆହୁରି କୋମଳ ଏବଂ ବେଳ ପଡ଼ିଲେ ସେହି ପାଷାଣୀର ହୃଦୟରୁ ଜଣକ ପାଇଁ ମଧ୍ୟ ଦୟାର ଉତ୍ସ ଅବିରତ ଝରିଥାଏ। ପ୍ରାୟ ଛଅ ମାସ ହେବ ଜଣେ ସନ୍ୟାସୀ ଆସି ରହିଛନ୍ତି ରତ୍ନଗିରି ଗୁମ୍ପାରେ। ସନ୍ୟାସୀଙ୍କ ଅଲୌକିକ ପ୍ରଭାବ ବିଷୟରେ ସମସ୍ତେ କୁହାକୁହି ହେଉଥିଲେ। ସେ ଭୂତ, ଭବିଷ୍ୟତ ବିଷୟନେଇ ଅନେକ କଥା କହିପାରୁଛନ୍ତି ଏହା ସମସ୍ତଙ୍କର ଥିଲା ପ୍ରଧାନ ଆଲୋଚ୍ୟ ବିଷୟ।